ମନ ଓ ହୃଦୟରେ ଏକ ବିଷର୍ଣ୍ଣ ଗମ୍ଭୀରତା। କିନ୍ତୁ ବାହ୍ୟିକ ଭାବରେ ମୁଁ ସ୍ୱପ୍ନା ସହିତ ଗପ କରେ। କୁପେର ନିର୍ଜନତା ଭିତରେ ସେ ମତେ ଘନିଷ୍ଠ ହୋଇଆସିବାକୁ ଇଙ୍ଗିତ ଦିଏ। ନିଘଞ୍ଚ ପ୍ରଣୟର ପୁଲକରେ ତାର ବୁକୁତଳେ ଆଲୋଡ଼ନ ସୃଷ୍ଟି ହୁଏ-ତା ଆଖି, ଅଧର ଓ କପୋଳ ଦେଖିଲେ ଏକ ଅପୂରଣୀୟ ଆହ୍ୱାନର ବିଦ୍ୟୁତ୍ଲତା ଝଟକି ଉଠେ। ମୁଁ ସିଠର ଗୋଟିଏ କଣରେ ବସି ପକେଟରୁ ବାହାରକରେ ଖଣ୍ଡିଏ ଚିଠି-ଗତ ଦୁଇ ଦିନ ତଳେ ଆସି ପହଞ୍ଚିଚି କଟକରୁ। ଚିଠିଟି ପଢ଼ି ବିରହୀ ଯକ୍ଷ ମୋ ଆଖି ଓଦା ଓଦା ହୋଇଆସେ। ମନେପଡ଼େ ଗୋଟିଏ ମୁହଁ। ସେହି ମୁହଁ ସହିତ ମୁଁ ତୁଳନା କରେ ସ୍ୱପ୍ନାର ମୁହଁକୁ ଠିକ୍ ଏହିଭଳି ମୁହଁଟିଏ, ଏମିତି ସ୍ନିଗ୍ଧ, ଗୌରବର୍ଣ୍ଣ। ଏହି ନାସିକା, ଏହି ଆଖି, ଏଇ ଭ୍ରୁଲତା, ଏହି କେଶ। ସ୍ୱପ୍ନା କଥା ଛଳରେ କ୍ରମଶଃ ଘୁଞ୍ଚି ଘୁଞ୍ଚି ପାଖକୁ ଲାଗି ଆସେ, ଚିଠିଟି ଝିଙ୍କିନିଏ। ଗୁଡ଼ିଏ ଓଡ଼ିଆ ଅକ୍ଷର। ଚେଷ୍ଟାକରେ ପଢ଼ିବା ପାଇଁ, କିନ୍ତୁ ପାରେନା; କହେ-ପଢି ଶୁଣାଅ, ଚିଠି ନା କୌଣସି ଗଳ୍ପ, କାହାଣୀ? -ଗଳ୍ପ କହିପାରୁ, କବିତା ବି କହିପାରୁ। କିନ୍ତୁ ଏ ଚିଠି ଅନ୍ୟ କାହାର ପାଖରୁ ଆସିନି, ଏଇ ତୋର ଚିଠି। ସ୍ୱପ୍ନା ହସେ। ମୁଁ ଚିଠି ପଢ଼େ-। ଗୋରାବାବୁ, ମାସକ ପାଇଁ ପଚାଶ ଟଙ୍କା ଦେଇଯାଇଥିଲେ, ଆସି ହେଲାଣି ଦୁଇ ମାସ। ଭ୍ରମର ଦୋକାନ ଆଉ ଧାର ଦେଉନି-ଚାଉଳ, ତେଲ, ଲୁଣ ସବୁ ସରିଲାଣି। ଛୋଟ ଭାଇ ଭଉଣୀଙ୍କ ସ୍କୁଲ କଲେଜ ଦରମା ଆଗଦୁଆରୀ ଚୌଧୁରୀ ଘରୁ ଧାର କରି ଦେଇଚି। ଘରୁ ବୋଉ ଲେଖିଚନ୍ତି କୋଡ଼ିଏ ଟଙ୍କା ପଠାଇଲେ ଚାଉଳ କିଣିବେ। ''ତୁମର'' ସ୍ୱପ୍ନା ପଚାରେ, ଏ 'ତୁମର' କିଏ? -ଏଭଳି କଥା କିଏ ଲେଖିପାରେ? କୁମାରୀ ସ୍ୱପ୍ନା। ଅବିବାହିତ ଜୀବନରେ ଏକ ଦୀର୍ଘ ନିଶ୍ୱାସ ଟାଣେ, ବୁଝିପାରେନା ଇଏ କିଏ? ସାଂସାରିକ ଜୀବନର ଝଞ୍ଜା ତା ଦେହରେ ବହିନି। ସ୍ୱପ୍ନା ଖାଲି ସ୍ୱପ୍ନର କୁହେଳି ଭିତରେ ବୁଡ଼ିରହେ। ସେ ବୁଝିଚି, ମୁଁ ଏକ ଅବିବାହିତ ଯୁବକ। ଅକାତର ଭାବରେ ଟଙ୍କା ଖର୍ଚ୍ଚ କରିବା ଦେଖି ସେ ଭାବିଚି ମୁଁ ଧନବାନ। ଅଭାବ-ଅନାଟନ,ଦୁଃଖ ଦୁର୍ବିପାକ ଭିତରେ ଯେ ମୁଁ ଜଣେ ପର୍ଯ୍ୟଟକ, ରସକ, ପ୍ରକୃତିର ପୂଜାରୀ, ସେ କଳ୍ପନା ସୁଦ୍ଧା କରିପାରେନା। ରାତି ଆଠରୁ ରାତି ବାର ପର୍ଯ୍ୟନ୍ତ ନାନା କଥାର ଅନ୍ତରାଳରେ ସେ ଚାହିଁଚି ମୋ ମନ ଭିତରୁ ବହୁତ କିଛି ସଂଗ୍ରହ କରିବା ପାଇଁ। ଏତେ ଦିନ ଧରି ପରିଚୟ, ତଥାପି ସେ ଜାଣିପାରିଲାନି ସଠିକ୍ ଭାବରେ ମୁଁ ଜଣକ କିଏ? କୁପେର ଦୁଇଟି ସିଟରେ ଆମେ ଦୁଇ ଜଣ ଶୋଇପଡ଼ୁ। କାଲି ଦିନ ନଅଟାରେ ଯାଇ ପହଞ୍ଚିବା କଥା ମଣିହାରୀ ଘାଟରେ। ଡ଼ାଇରେକ୍ଟ ଟିକେଟ ଗୌହାଟୀଠାରୁ ସିଆଲ୍ଦା। ସିଲଗୁଡ଼ିରେ ଟ୍ରେନ ପହଞ୍ଚିବା ବେଳକୁ ସକାଳ ହୋଇ ଆସିଥାଏ। ପାହାନ୍ତିଆ ସମୟ। ବିଶେଷ ଶୀତ ନାହିଁ। ସ୍ୱପ୍ନା ଶୋଇପଡ଼ିଚି-ଶୋଇଥାଉ। ଖଣ୍ଡିଏ ଛୋଟ କାଗଜରେ ତରତରରେ ଚିଠି ଲେଖିଲି- ସ୍ୱପ୍ନା, ମୁଁ ଏଇଠି ଓହ୍ଲେଇ ଯାଉଚି, ଜଳପାଇଗୁଡ଼ି ଯିବି ମାମୁଁ ଘରକୁ। ଆଠ ଦିନ ପରେ ଫେରିବି କଟକ। ହୁଏତ ଆଉ ଦେଖା ହୋଇ ନ ପାରେ। ଏହି ତୋର ଟିକେଟ। ଗାଡ଼ି ହର୍ଣ୍ଣ ଦେଲା। ସ୍ୱପ୍ନା ଶୋଇଚି-ତକିଆ ତଳେ ରଖିଦେଇ ଆସିଲି ଚିଠିଟି, ଦେହରେ ଘୋଡ଼େଇ ଦେଲି ଟୁଟୁଦି ଦେଇଥିବା ଉପହାର ଗୋଟିଏ ଦାମିକା ଶାଲ୍। ଗାଡ଼ି